ଦେହ ମନ ପ୍ରାଣରେ ପରସ୍ତ ପରସ୍ତ ପାପ ଗ୍ଳାନୀ ହତାସାର କ୍ଳେଦ ଜମି ଗଲାଣି! ଶୀତଳ ଅନ୍ଧକାରର ତାମଶିକ– ନିଦ୍ରାସୁଖ ସୁହାଇ ଗଲାଣି ଜନ୍ମ ଜନ୍ମ ଧରି। ଝାଡ଼ି ଝୁଡ଼ି ହୋଇ, ପୋଛି ପାଛି ହୋଇ ଯାଗି ଉଠିବାଟା, କ'ଣ ଏଡ଼େ ସହଜ? ସେ ଅବା କାହାକୁ କେମିତି ବୁଝାଇବ ଅନୁଭବର କଥାକୁ? ଭାଷା ଅଣ୍ଟିଲେତ! କାଲିର ସେ ଅଶାନ୍ତ ଦ୍ୱନ୍ଦ୍ୱମୟ ଆଶା। ନିରାଶାର ଛାଈ ଆଲୁଅ ଘେରା ମୁହୂର୍ତ୍ତ ଗୁଡ଼ିକ, କ୍ଷଣକେ ଯେବେ ବିଶ୍ୱାସର ସ୍ନିଗ୍ଧ ଶୀତଳ ଜ୍ୟୋତିରେ ଝଲସି ଉଠେ ସେ! ଅପର କ୍ଷଣରେ ବୁଡ଼ିଯାଏ ଅବିଶ୍ୱାସର କାଳିମାମୟ ଅନ୍ଧାର ଭିତରେ। କ୍ଷଣକେ ଯେବେ ପାଷାଣ ଦୃଢ଼ ଭିତ୍ତି ଉପରେ ଛିଡ଼ା ହୁଏ ସ୍ଥିର ହୋଇ! ପର ମୁହୂର୍ତ୍ତରେ ପାଦ ଧସି ଯାଏ ଚୋରା ବାଲିର ଗର୍ତ୍ତ ଭିତରକୁ-। ରାତ୍ରିର ଆୟୁଷ ବଢ଼ୁଥାଏ ଚନ୍ଦ୍ରିକା ଚର୍ଚ୍ଚିତ ବୟସୀ ରାତ୍ରି ହୋଇ ଉଠୁଥାଏ ପ୍ରସାନ୍ତ ଗମ୍ଭୀର, ଧ୍ୟାନ-ମୌନ, ପ୍ରସନ୍ନ-ସୁଷମାମୟୀ। ତା'ର ଜ୍ୱାଳା, ତା'ରି ଅନ୍ତଦ୍ୱନ୍ଦ୍ୟ କିନ୍ତୁ କମୁ ନଥାଏ ତିଳେ ହେଲେ। ଅବସ୍ୟ ବାହାରକୁ, ସେ ବସି ରହିଥାଏ ସ୍ଥିର ପ୍ରାଣଶୂନ୍ୟ ପାଷାଣ ପ୍ରତିମା ପରି। ତା'ର ହାତ ଚଳୁ ନଥାଏ, ଗୋଡ଼ ଚଳୁ ନଥାଏ, ଆଖିରେ ପଲକ ପଡ଼ୁ ନଥାଏ। ବାତାୟନ ବାହାରେ ଅଜସ୍ର ଜ୍ୟୋତ୍ସ୍ନା ଅଜସ୍ର ଆଲୋକର ଅକୁଣ୍ଠିତ ପ୍ଳାବନ! ଆକାଶ-ଚାରି ଆଲୋକ ପିୟାରି ଟିଟିଭର ଗାନ। ଭିତରେ ତା'ର ଶୟନ ପ୍ରକୋଷ୍ଟରେ ଘନ ନିବିଡ଼ ନିରନ୍ଧ୍ର ନିଃଶବ୍ଦ ଅନ୍ଧକାର। ସେ ଆଲୋକ କ'ଣ ଏ ଅନ୍ଧାରକୁ ରୂପାନ୍ତରିତ କରି ପାରିବ-? ଧୀରେ ଧୀରେ ସେଇ ଗୋଟିଏ ପ୍ରଶ୍ନ ସହସ୍ର ଝଙ୍କାରରେ, ସବୁ ଆଡ଼େ ବାଜି ଉଠିଲା। ଭିତରେ ଭିତରେ ସେ ଦଳି ମନ୍ଥି ଗୁଣ୍ଡୁ, ଗୁଣ୍ଡା ହୋଇଗଲା। ବାହାରେ କିନ୍ତୁ କଠିନ ଆବରଣରେ ଢାଙ୍କି ହୋଇ ରହିଲା, ସେଇ ପ୍ରସ୍ତରିଭୂତ ସ୍ଥିରତା, ସେଇ ସ୍ପନ୍ଦନହୀନ ମୌନତା। କୌଣସି ସହଚରୀ ପାଖକୁ ଆସି, ତା'ର ସେ ମଗ୍ନତାକୁ ଭାଙ୍ଗିବାକୁ ସାହସ କରି ପାରି ନଥିଲେ। ସେ ସ୍ତବ୍ଧ–ନିସ୍ତବ୍ଧତାକୁ ଚହଲାଇ ଦେଇ ନଥିଲେ, ସାମାନ୍ୟତମ ଶବ୍ଦ କରି। କାଲି ସନ୍ଧ୍ୟାର ଆସର ବସି ପାରିନଥିଲା ଆଉ। ସୁଦୀର୍ଘ ବିଳମ୍ୱିତ ପ୍ରତୀକ୍ଷା ପରେ ବିଶିନୀମାନେ ଫେରି ଯାଇଥିଲେ ବିରକ୍ତ ବିବ୍ରତ ହୋଇ। ଚମ୍ପା ମଲ୍ଲୀର ମାଳା ସବୁ ସେମିତି ମଉଳି ସୁଖି ଯାଇଥିଲା। ସେ ଆଉ ପାଦରେ ବାନ୍ଧି ନଥିଲା ଘୁଙ୍ଗୁର, ଅଣ୍ଟାରେ ପିନ୍ଧି ନଥିଲା ଘାଘରା। ଫେରି ଯାଇଥିଲେ ବି ଦେହ ସଙ୍ଗ-କାମୀ, ନୈଶ ଅଭିଶାରରେ ଆସିଥିବା ନାଗର ଜଣକ! ଲକ୍ଷହୀରାର ଥଳୀଟିକି ସେମିତି କାଖରେ ଯାକି। ତା'ପରେ ସମଗ୍ର ପ୍ରସାଦରୁ ସବୁ କକ୍ଷରୁ, ଗୋଟି ଗୋଟି ହୋଇ ଲିଭିଯାଇଥିଲା ସବୁଯାକ ପ୍ରଦୀପ। ସମସ୍ତେ ଶୋଇ ପଡ଼ିଥିଲେ ଗାଢ଼ ନିଦରେ, ନିଶ୍ଚିନ୍ତ ହୋଇ। ଲକ୍ଷହୀରା ଖାଲି ବସି ବସି ନିଜକୁ ପରଖି ନିରେଖି ଦେଖୁଥିଲା, ବାର ବାର କରି, ତନ୍ନ ତନ୍ନ କରି। ଇଚ୍ଛା କଲେ ବି ଆଉ ସେ ସାଜି ପାରିବ ନାହିଁ ସହସ୍ର ଶଯ୍ୟାର ନାୟୀକା। ସେ ଚତୁର-ଲୀଳା ବିଳାସରେ ଆଉ ସେ ମଜ୍ଜି ପାରିବ ନାହିଁ। ଏଇ କେତୋଟି ମୁହୂର୍ତ୍ତ, ତା' ଭିତରେ ଗଢ଼ି ଦେଇଗଲା, କାହିଁ କେତେ ଯୁଗର ବ୍ୟବଧାନ। ସମୟର ଏ ସିମିତ ସୀମା ପରିବର୍ତ୍ତନ କରି, ନୂତନଭାବେ ଚିହ୍ନିତ କରିଦେଇ ଗଲା, ତା' ଜୀବନର ସୀମାରେଖା। ଏପାଖ ପୋଛି ହୋଇଗଲା! ଏ କୁଳ ସେ ହରେଇଲା ଯଦି ଆର କୁଳରେ ଠାବ ନ ପାଏ? ଯଦି ସେଇ